ବଣିଚି ପକେଇବାରେ ତାଙ୍କର ସଖ୍। "ଆମ ବାଡ଼ି ଗାଡ଼ିଆ ଚାରିପାଖଯାକ ଗୁଆଗଛ। କୂଳରେ ଠାଏ ଠାଏ ଆଠ କି ଦଶଟା ଚମ୍ପାଗଛ। ଗାଡ଼ିଆ କୂଳର ବାଡ଼ିଯାକ ମାଳତୀ ଆଉ ଛୁରିଅନାର ବଣ। ତାଙ୍କ ସାଙ୍ଗ ବୋଲି ଅଭିମନ୍ୟୁ ବାବୁଙ୍କୁ ମୁଁ ଭାଇ ଡାକେ। ପ୍ରାୟ ନିତି, ସେ ଆମ ଘରେ ଥିଲାବେଳେ, ସକାଳ ଆଠାଟା କି ନ'ଟା ଠଉଁ ବାରଟା ଗୋଟାଏ ଯାଏ ପଶ୍ଚିମପାଖ ପଥରଘାଟ ଉପରେ ବସି ବଣିଚି ପକାନ୍ତି। ତାଙ୍କର ସେହି ବଣିଚି ମାଛର ତରକାରୀ ଘରେ ଆମର ସମସ୍ତଙ୍କର ଯେପରି ବଡ଼ ଆଦରର ଜିନିଷ। ଭୋଗ ପରି ସେଥିରୁ ଟିକେ ଟିକେ ଭାଗ ସମସ୍ତେ ନନେଇ ଛାଡ଼ନ୍ତି ନାଇଁ। ଅଭିଭାଇ ଆମ ଘରେ ସଭିଙ୍କର ଭାରି ପ୍ରିୟ ହୋଇ ଉଠିଲେ। ବୋଉ ତାଙ୍କୁ ପୁଅ ପରି ସ୍ନେହ କରେ। ବାପା ଅଭିବାବୁ, ଅଭିବାବୁ ଡାକିଲେ ବି ପୁଅ ଭଳି ଦେଖନ୍ତି। ସମସ୍ତଙ୍କ ଭିତରେ ଅଭି ଭାଇଙ୍କ ସ୍ନେହ ମୁଁ ବେଶି ଦଖଲ କରିଥାଏ। ସେ ବି ମୋର ଅତି ନିଜର ଏହିଭଳି ବ୍ୟବହାର କରନ୍ତି। ପ୍ରତି ଛୁଟିରେ ସେ ନ ଆସିଲେ ମଧ୍ୟ ଭାଇଙ୍କ ହାତରେ ମୋ ପାଇଁ କିଛିକିଛି ଉପହାର ପଠାନ୍ତି। ତାଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେବାର ବର୍ଷେ କି ଦେଢ଼ବର୍ଷ ପରେ ଖଣ୍ଡେ ଲଫାପାରେ ଚିଠି ପାଇଲି। –ଖୋଲି ଦେଖିଲି ତଳେ ଅଭିଭାଇଙ୍କ ନା ସହି ହେଇଚି। ଚିଠିରେ ବେଶି କିଛି ଲେଖା ନ' ଥାଏ। ମୋରି ଭଲ ବ୍ୟବହାରରେ ସେ ଯେ ଖୁସି ହୋଇଚନ୍ତି କେବଳ ତାହାର ପ୍ରଶଂସାର କେତେଗୁଡ଼ିଏ ଧାଡ଼ି। ମୁଁ ବି ଭାରି ଖୁସି ହେଲି ସେ ଚିଠି ପାଇ। କିନ୍ତୁ ତାର ଉତ୍ତର ଦେବି ଦେବି ବୋଲି ଦେଇ ପାରୁ ନଥାଏ। କଣ ଲେଖିବି ବୋଲି କିଛି ଠିକ୍ କରି ପାରୁ ନଥିଲି। ସେତେବେଳକୁ ମୁଁ ବେଶି ପାଠ ପଢ଼ି ନ ଥାଏ। ଲୋରପ୍ରାଇମେରି ପାଶକରି ଗାଁ ମାଇନର ସ୍କୁଲରେ ପହିଲୁ ହେଇ ନା ଲେଖେଇଥାଏ–ବୟସ ମତେ ବାର କି ତେର। ତାର ଆଉ ମାସେ କି ଦି ମାସରେ ଆଉ ଖଣ୍ଡେ ଚିଠି ତାଙ୍କ ପାଖରୁ ପାଇଲି। ସେଥିରେ ସେ ମୋଠାରୁ କୌଣସି ଉତ୍ତର ପାଇ ନାହାନ୍ତି ବୋଲି ଟିକେ ଅଭିମାନ କରିଥାନ୍ତି। ତା' ପରେ ପ୍ରାୟ ମାସେ ଦେଢ଼ମାସ ବାଦ ବହୁ କଷ୍ଟରେ ଖଣ୍ଡେ ଚିଠି ଲେଖିଲି। କିନ୍ତୁ ପରେ ବୁଝିଲି ଅଭିଭାଇ ସେତେବେଳକୁ ପରୀକ୍ଷା ଦେଇ କଲେଜ ଛାଡ଼ି ସାରିଲେଣି। ଭାଇ ମଧ୍ୟ ସେଥର ଆମ ଘରକୁ ନ ଆସି ପରୀକ୍ଷା ପରେପରେ ଅଭିଭାଇଙ୍କ ଗାଁକୁ ଯାଇଥାନ୍ତି। ତା'ପରେ ଅଭିଭାଇ ବି ଥରେଥରେ ଆମଘରକୁ ଆସନ୍ତି। ତାଙ୍କୁ ମୁଁ ଡର ଡର ମନେ କରୁଥାଏ। ମତେ ସେତେବେଳେ ପନ୍ଦର ବର୍ଷ। ଏହା ଭିତରେ ତାଙ୍କର ତିନି ଚାରିଖଣ୍ଡ ଚିଠି ପାଇଲି। କିନ୍ତୁ ଯେତେଥର ସେ ଆମ ଘରକୁ ଆସନ୍ତି ଚିଠି ବିଷୟ ଘେନି କିଛି କେବେ କହିନାହାନ୍ତି। ମୋର ସେତେବେଳକୁ ହେତୁ ହେଲାଣି। ମୁଁ ବି ବୁଝୁଥାଏ କଥା କହିବାର ଯନ୍ତ୍ରଟା କାହିଁକି ବିଗିଡ଼େ ଆଉ ଚିଠି ଲେଖିବାର ହାତଟା କେମିତି ଠିକ୍ ରୁହେ। ଯା' ହେଉ, ସେତେବେଳକୁ ମୁଁ ଯେତେଗୁଡ଼ାକ ଚିଠି ତାଙ୍କଠଉଁ ପାଇଥାଏ ସେଥିରେ ବେଶିକିଛି ଲେଖା ନ'ଥାଏ। ତେବେ ବେଳେବେଳେ କଥା ଛଳରେ ମୋର ଦେହ ମୁଣ୍ଡର ଜାଗା ଜାଗାର ପ୍ରଶଂସା। ଆଉ ମାଳତୀ ଓ ଛୁରିଅନା ବଣଭିତରେ ଦୂରରୁ ମୁଁ ଚାଲି ଯିବାର ଦୃଶ୍ୟ